'' ପ୍ରବଳ ଗତିରେ ହସିଲେ ସୁଖଡ଼ିଆ-''ସଂକ୍ରମିତ ଦେହକୁ ଅପରେସନ୍ରେ ଉଡ଼ାଇ ଦିଆଯାଏ ନାହିଁ ଚନ୍ଦ୍ରାବତୀ। ତା'ର ଉପରୁ ଅପରେସନ କଲେ ରୋଗ ଆଉ ସଂକ୍ରମଣ କରିବାକୁ ସୁବିଧା ପାଏ। ନାହିଁ। '' 'କିନ୍ତୁ! ' କଥା କହୁ କହୁ ଭାଙ୍ଗି ପଡ଼ୁଥିଲା ଚନ୍ଦ୍ରାବତୀ। ପୁଣି ସୁଖାଡ଼ିଆ କହିଲେ-ଦୁଃଖ କରନି ଚନ୍ଦ୍ରାବତୀ। ତୁମକୁ ତୁମ ବାପାଙ୍କ ଲାଗି ଚାକିରୀ ଠିକ୍ କରିବା କଷ୍ଟକର ନୁହେଁ। ମାତ୍ର ସାମାନ୍ୟ କେତେ ଘଣ୍ଟ ମଧ୍ୟରେ ତୁମେ ଚାକିରୀ ଠିକ୍ କରିପାର। ତୁମ ବାପାଙ୍କ ସହିତ ତ ମୋର ପରିଚୟ ନ ଥିଲା-ଅଥବା ଚାକିରୀରେ ଯୋଗ ଦେବାପାଇଁ ତୁମ ବାପାଙ୍କର ମଧ୍ୟ ଯୋଗ୍ୟତା ନ ଥିଲା। କେବଳ ତୁମରି କଥାରେ ହିଁ ମୁଁ ତାଙ୍କୁ ଚାକିରୀ ଯୋଗାଇ ଦେଇଥିଲି। ତୁମରି ଅନୁରୋଧ କ୍ରମେ ତାଙ୍କପାଇଁ ମୁଁ ଗୋଟିଏ ନୂଆ ଚାକିରୀ ସୃଷ୍ଟି କରିବାକୁ ବାଧ୍ୟ୍ୟ ହୋଇଥିଲି। '' ''ଆଜି ସେମିତି ନୂଆ କରି ଗୋଟିଏ ଅନୁରୋଧ କରୁଛି ସୁଖାଡ଼ିଆ ବାବୁ! ମୋ ଅନୁରୋଧ ରକ୍ଷା କରନ୍ତୁ। '' ଚନ୍ଦ୍ରାବତୀର ହୃଦୟ ମଧ୍ୟରେ ନାରୀତ୍ୱର ଘୋର ପରାଜୟ। ପୁଣି ଥରେ ହସିଲେ ସୁଖାଡ଼ିଆ-ଗଦ୍ଗଦ୍ କଣ୍ଠରେ କହିଲା-''ମୁଁ ଦୁଃଖିତ ଚନ୍ଦ୍ରାବତୀ-। ତୁମର ଅନୁରୋଧକୁ ମୁଁ ଯଥେଷ୍ଟ ସମ୍ମାନ ଦେଇଛି। ଆଉ ନୁହେଁ। ତୁମ ଅନୁରୋଧକୁ ମୁଁ ସମବେଦନାରେ ବିଚାର କରିଥିଲି ସିନା-ହେଲେ ତୁମେ ମୋର ଅନୁରୋଧକୁ ଗୋଡ଼ରେ ଆଡ଼େଇ ଦେଲ। ଆଉ କାହିଁକି ବିଗତର ପୁନରାବୃତ୍ତି। '' କୋହରେ କେବଳ ଫାଟି ପଡ଼ୁଥିଲା ଚନ୍ଦ୍ରାବତୀ। ସୁଖାଡ଼ିଆଙ୍କ ଟେବୁଲ ନିକଟକୁ ଲାଗି ଆସି କହିଲା-''ମୁଁ ଜାଣେ ନାରୀ। ନାରୀତ୍ୱର ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଆପଣଙ୍କ ଅନୁରୋଧକୁ ଏଡ଼ାଇ ଦେଇଥିଲି ସୁଖାଡ଼ିଆ ବାବୁ! ମୋର ଏହି ନଷ୍ଟ ନାରୀତ୍ୱ ପ୍ରତି କ'ଣ ଆପଣଙ୍କର ତିଳେ ମାତ୍ର ସମବେଦନା ନାହିଁ? '' ''ସମବେଦନା? କେବଳ ସେହି ସମବେଦନା ପାଇଁ ହିଁ ତୁମକୁ ମୁଁ ସ୍ୱୀକାର କରିଥିଲି। ନ ହେଲେ ଏ କାରଖାନାରେ ନାରୀର ଅଭାବ ନାହିଁ। ନାରୀର ଶ୍ରେଷ୍ଠ ସମ୍ପଦ ତା'ର ଯୌବନ। ସେହି ଯୌବନକୁ ଉତ୍ସାହିତ କରିବାପାଇଁ ମୁଁ ତୁମକୁ ଅନୁରୋଧ କରୁଥିଲି। '' ସୁଖାଡ଼ିଆଙ୍କ କଣ୍ଠରେ ଦରଦ। ''ଆପଣଙ୍କ ମା.. ଭଉଣୀଙ୍କୁ ଆପଣ କ'ଣ ଏଥିପାଇଁ ଛାଡ଼ି ଦେଇ ଥାଆନ୍ତେ? '' ଚନ୍ଦ୍ରାବତୀର କଣ୍ଠରେ ଦୃଢ଼ତା। ହଠାତ୍ ଗମ୍ଭୀର ହୋଇ ଉଠି ସୁଖାଡ଼ିଆ କହିଲେ-''ମୁଁ ବୁଝୁଛି ଚନ୍ଦ୍ରାବତୀ! ତୁମେ ମୋତେ ଆଘାତ କରିବାକୁ ଚେଷ୍ଟା କରୁଛ। କିନ୍ତୁ ସତ କହିବାକୁ ଗଲେ ତୁମ ଯୁକ୍ତି ହିଁ ସତ। କାରଖାନାର ମାଲିକଙ୍କ ନିକଟରେ ମୁଁ ମୋ ଭଉଣୀ ସ୍ତ୍ରୀକୁ ଅନାୟାସରେ ଜଳିବା ପାଇଁ ଛାଡ଼ି ଦେଇ ନ ଥିଲେ ଆଜି ମ୍ୟାନେଜର ଆସନରେ ବସି ନ ଥାନ୍ତି। ମୁଁ ଥିଲି ମାତ୍ର ଜଣେ ସାଧାରଣ କର୍ମଚାରୀ। ଆଜି ହୋଇଛି କାରଖାନାର ମ୍ୟାନେଜର। ଏଇ ପଦବୀପାଇଁ ମୁଁ ଯେ ମଣିଷତାର କେତେ ତଳକୁ ଖସି ଯାଇଛି.. ତା'ର ଘନତ୍ୱ ମାପି ହେବନାହିଁ। '' ନିର୍ଭୀକ ଭାବରେ ସୁଖାଡ଼ିଆଙ୍କ ମୁହଁକୁ ଚାହିଁ କେତେ କ'ଣ ଭାବୁଥିଲା ଚନ୍ଦ୍ରାବତୀ। ପରମୁହୂର୍ତ୍ତରେ ସ୍ୱର ବଦଳାଇ ଅନୁନୟ ବିନୟ ହୋଇ କହିଲା ''ତଥାପି ତଥାପି ମୋତେ କ୍ଷମା ଦିଅନ୍ତି ସୁଖାଡ଼ିଆ ବାବୁ! ମୋ ବାପାଙ୍କୁ ତାଙ୍କ ଚାକିରୀ ଫେରାଇ ଦିଅନ୍ତୁ। ଆପଣଙ୍କର ସବୁ କିଛି ଆଦେଶ ମୁଁ ଏବେ ପାଳନ କରିବାକୁ ରାଜି ଅଛି। ଚାହାନ୍ତି ତ ମୁଁ ନିଜେ ଆପଣଙ୍କ କାରଖାନାରେ ଚାକିରୀ କରିବି। '' ହେୟ ଭାବରେ କଥାଟାକୁ ଉଡ଼ାଇ ଦେଇ ସୁଖାଡ଼ିଆ କହିଲେ-''ନେଡ଼ି ଗୁଡ଼ କହୁଣୀକୁ ବହିଯାଇଛି ଚନ୍ଦ୍ରାବତୀ। ଆଉ ତାକୁ ଫେରାଇ ଆଣି ହେବନାହିଁ। ତୁମ ସମ୍ମାନ ରଖି ତୁମେ ଫେରିଗଲେ ସିନା ହେଲେ ସଙ୍ଗେ ସଙ୍ଗେ ଅତିଥି ସେବାପାଇଁ ଅନ୍ୟ ଜଣେ ରୂପସୀ ବାଳିକା ଠିକ୍ କରିବାକୁ ବେଳ ଲୋଡ଼ା ହେଲାନାହିଁ। ପୂର୍ବରୁ ଦରଖାସ୍ତ ଦେଇ ଚାକିରୀ ପାଇଁ ଅପେକ୍ଷା କରିଥିବା ଜଣେ ମହିଳାଙ୍କୁ ସଙ୍ଗେ ସଙ୍ଗେ ନିଯୁକ୍ତି ଦିଆଯାଇଛି। ସେ ମଧ୍ୟ ତୁମ ଠାରୁ ଆହୁରି ସୁନ୍ଦରୀ। ତା' ହେଲେ ତୁମର ଆବଶ୍ୟକତା ଆଉ କ'ଣ ଅଛି? '' କମ୍ପିଉଠି ଚନ୍ଦ୍ରାବତୀ କହିଲା-''ଆପଣ ନାରୀତ୍ୱର ସମ୍ମାନ ଦେଇ ଶିଖନ୍ତୁ ସୁଖାଡ଼ିଆ ସାହେବ। ଆଉ ଖେଳ କଣ୍ଡେଇ କରି କେତେଦିନ ରଖିବେ? କେଉଁ ଅଧିକାରରେ ଆପଣ ସେମାନଙ୍କ ପ୍ରତି ଏ ଅତ୍ୟାଚାର କରିବାରେ ଲାଗିଛନ୍ତି? '' ହଠାତ୍ ନରମ ହୋଇଯାଇ ସୁଖାଡ଼ିଆ କହିଲେ-''ତୁମେ ପ୍ରତି ମୁଁ ସମବେଦନା ଜଣାଉଛି ଚନ୍ଦ୍ରାବତୀ।